ସେ ଏକାବେଳକେ ତନ୍ମୟ ହୋଇ କହି ପକାଇଲେ-''ଏଇଟା ଅସଲି ଚିଜ। '' ତାଙ୍କ ମୁହଁରୁ ଏତିକି ବାହାରିବା ମାତ୍ରେ 'ଜିନିଷଟା କଅଣ' ଏ ବିଷୟରେ ନେଇ ସମସ୍ତଙ୍କର କୌତୁହଳ ବଢ଼ି ଉଠିଲା। ସବୁ କର୍ମଚାରୀଯାକ ଆସି ସେହି ମୁଦି ଆଡ଼କୁ ଝୁଙ୍କି ପଡ଼ିଲେ। କୁମାର ସେମାନଙ୍କର ଆଗ୍ରହ ଦେଖି ମୁରୁକି ହସୁଥାନ୍ତି। ଏଣେ ଚୁରୁଟ୍ ସଜିଲ କରି ଲଗାଉଥାନ୍ତି। ରାତି ସାଢ଼େ ଗୋଟାଏ ହେଲାଣି ସେତେବେଳକୁ। ରାସ୍ତାଘାଟ ପୂରାପୂରି ନିର୍ଜନ। ବଜାରର ସବୁ ଦୋକାନ ପ୍ରାୟ ବନ୍ଦ ହୋଇ ଗଲାଣି। ଖାଲି ଗୋଟାଏ ଯୋଡ଼ାଏ ନିଲଠା ଦୋକାନୀ ଗରାକ ଆଶାରେ ଦୋକାନ ଖୋଲାରଖି ନିରାଶ ହୋଇ ଦୋକାନ ବନ୍ଦ କରିବାକୁ ଯାଉଛନ୍ତି। ଚୁରୁଟ୍ରେ ନିଆଁ ଲଗାଇଲେ ରାଜକୁମାର। ମୂଲ୍ୟବାନ ଟବାକୋର ବାସନାରେ ଦୋକାନ ମହକି ଉଠିଲା। ଏଣେ ସମସ୍ତେ ମୁଦି ଆଡ଼କୁ ଝୁଙ୍କିପଡ଼ି ଦେଖିବାରେ ବ୍ୟସ୍ତ। ରାଜକୁମାର ଭଲକରି ଦମେ ଦୁଇଦମ ଚୁରୁଟ୍ ଟାଣି ଧୂଆଁ ଛାଡ଼ି ଦେଲେ। ଘରଟା ସାରା ଧୂଆଁର ଗୋଟାଏ ପାତଳା ଆସ୍ତରଣ ବୁଲିଗଲା। ପ୍ରାୟ ଅଧମିନିଟକ ପରେ ରାଜକୁମାର ଖୁବ୍ ଚଞ୍ଚଳହୋଇ ସୋଫାରୁ ଉଠିପଡ଼ିଲେ। ସଙ୍ଗେ ସଙ୍ଗେ ତାଙ୍କର ସାଥି ଦୁଇଜଣ ମଧ୍ୟ। କିନ୍ତୁ କିଶୋରୀଲାଲ ବା ତାଙ୍କର ଆଠ ଦଶଜଣ କର୍ମଚାରୀଙ୍କର କୌଣସି ପରିବର୍ତ୍ତନ ନାହିଁ। ଯେ ଯେପରି ଅବସ୍ଥାରେ ଥିଲା, ସେ ସେହିପରି ଅବସ୍ଥାରେ ଅଛି। ସେମିତି ଜଳଜଳ କରି ଚାହିଁଛନ୍ତି ମଧ୍ୟ। ଏଣେ ଦେହରେ ସଜ୍ଞାନାହିଁ। ଏତେବେଳେ ରାଜକୁମାର ଆପଣାର ସ୍ୱରୂପ ଦେଖାଇବାକୁ ସୁଯୋଗ ପାଇଲେ। ସେ ଆଉ ତାଙ୍କର ସାଥି ଦୁହେଁ ପ୍ରାୟ ପାଞ୍ଚ ମିନିଟ ମଧ୍ୟରେ ଦୋକାନର ସୋ କେଶ୍ଗୁଡ଼ାକ ଶୂନ୍ୟ କରି ପକାଇଲେ। ତା' ସଙ୍ଗେ ସଙ୍ଗେ କିଶୋରୀଲାଲଙ୍କ ପାଖରେ ରଖି ଥିବା ଥଳି ଦୁଇଟି ମଧ୍ୟ। ବେଶ୍! ଏଥର ତୃପ୍ତିର ହସଟିଏ ହସି ରାଜକୁମାର ବାହାରି ପଡ଼ିଲେ ବାହାରକୁ, ଆପଣାର ଅନୁଚରମାନଙ୍କ ସହିତ। ସଦର ଦରଜାରେ ସଶସ୍ତ୍ର ଦରଓ୍ୱାନ୍ ଦୁଇଜଣ ଏମାନଙ୍କ ହାତରେ ଏତେଗୁଡ଼ିଏ ବୋଝ ଦେଖି ସନ୍ଦେହ କଲେ। ଏମାନେ ଯେଉଁ ମୁହୂର୍ତ୍ତରେ ସେମାନଙ୍କୁ ଅତିକ୍ରମ କଲେ ସେ ଦୁହେଁ ସେଇ ମୁହୂର୍ତ୍ତରେ ଭିତରକୁ ଚାହିଁ ଘଟଣାଟା କ'ଣ ଜାଣିବାକୁ ଚେଷ୍ଟାକଲେ। ଦୁହେଁ ପଛକୁ ମୁହଁ ବୁଲାଇଲା ମାତ୍ରେହିଁ ଗୋଟିଏ ଗୋଟିଏ ପ୍ରଚଣ୍ଡ ମୁଷ୍ଟ୍ୟାଘାତରେ ଭୂତଳଶାୟ ହୋଇ ପଡ଼ିଗଲେ। କେତେ ସେକେଣ୍ଡ ମଧ୍ୟରେ ଆରୋହୀ ତିନିଜଣଙ୍କୁ ଧରି ଅପେକ୍ଷା କରିଥିବା ଦାମୀକା କାର୍ଖଣ୍ଡି ଛୁଟି ଚାଲିଲା ନିର୍ଜନ ରାଜପଥ ଉପରେ ଉଲ୍କା ବେଗରେ। -ପାଞ୍ଚ- ମି: ପାତ୍ରଙ୍କ ଅନ୍ତର୍ନିହିତ ହେବା ପ୍ରାୟ ମାସକରୁ ଅଧିକ ହେଲାଣି। ଲୋକଙ୍କ ମନରୁ ଆଶଙ୍କା ଘୁଞ୍ଚିଲାଣି। କିନ୍ତୁ ମିସେସ୍ ପାତ୍ର ପ୍ରତିମୁହୂର୍ତ୍ତରେ ମି: ପାତ୍ରଙ୍କର ସତ୍ତା ଯେପରି ଅନୁଭବ କରିପାରୁଛନ୍ତି। ବିଶେଷତଃ ରାତିରେ, ବାରଟା ପରେ। ଠିକ୍ ତାଙ୍କ ଶୋଇବା ଘର ଚାରିପାଖରେ ଯେପରି କିଏ ଲମ୍ବା ଲମ୍ବା ପାହୁଣ୍ଡ ପକାଇ ଚାଲୁଛି। କବାଟକୁ ଠେଲା ଠେଲି କରି ଖୋଲିବାକୁ ଚେଷ୍ଟା କରୁଛି। ଖାଲି ସେ ଏକା ନୁହନ୍ତି; ଘରର ଚାକର ପୁଝାରୀମାନେ ମଧ୍ୟ ଶୁଣିଲେଣି। ରାମଶରଣ ଥରେ ଆଖିରେ ଦେଖି ପକାଇଲାଣି ମଧ୍ୟ। ଦୈବଯୋଗକୁ ସେ ହରିନାମ ଧରି ପକାଇଲା ବୋଲି, ନ ହେଲେ ପ୍ରେତଟା ତାକୁ ଶେଷ କରି ଦେଇଥାନ୍ତା ସେଦିନ। ତ୍ରିପଣ୍ଡକଳା ଚେହେରା। ମୁଣ୍ଡ ନାହିଁ। ଗୋଡ଼ ଦୁଇଟା ଅଧବାଉଁଶେ ଲମ୍ବା। ଆଙ୍ଗୁଳିଗୁଡ଼ା ମୁନିଆଁ ମୁନିଆଁ ଓ ଲମ୍ବା। ବାହାରପଟୁ ଆବାଜ ଶୁଣି ରାମଶରଣ କବାଟ ଖୋଲି ଦେଖେ ତ, ଏଇଟା ତା' ଆଗରେ ଠିଆ! ସେ ଚଟାପଟ୍ ହରିନାମ ନ କରିଥିଲେ ପ୍ରେତ ତାକୁ ଶେଷ ନକରି କ'ଣ ଛାଡ଼ିଥାନ୍ତା? ସେ ଦିନଠୁଁ ଚାକର ପୁଝାରୀମାନେ ଭାରି ଭୟରେ ଥାଆନ୍ତି। ସନ୍ଧ୍ୟା ପରେ ଖିଆ ପିଆ କାମ ବଢ଼ାଇ ଦେଇ ଘର କବାଟ ବନ୍ଦକରି ଭିତରେ ରହନ୍ତି। ଖୁବ୍ ଦରକାର କିଛି ପଡ଼ିଲେ ଏକାଠି ଦୁଇ ଚାରିଜଣ ମିଳି ମିଶି ବାହାରନ୍ତି, ନହେଲେ ନାହିଁ। ମିସେସ୍ ପାତ୍ର ମଧ୍ୟ ତଦ୍ରୂପ। କେବଳ ରାମଶରଣ ତା' କୋଠରୀରେ ରାତି ଦଶ ଏଗାରଟା ପର୍ଯ୍ୟନ୍ତ କବାଟ ବନ୍ଦ କରି ତୁଳସୀ ରାମାୟଣ, ନହେଲେ ରାମଚରିତମାନସ ପଢ଼େ। ଖାଲି ତା'ରି ଯୋଗୁ ସେ ଘରର ଜୀବନ ସେତେବେଳ ପର୍ଯ୍ୟନ୍ତ ଥିବାପରି ଟିକିଏ ଜଣାପଡ଼େ ଯାହା। ମିସେସ୍ ପାତ୍ରଙ୍କୁ ମଧ୍ୟ ରାତିରେ ଭଲ ନିଦ ହୁଏ ନାହିଁ। ଏକଡ଼ ସେକଡ଼ ହୋଇ ରାତି ପାହେ। ବାହାରେ ଖୁଡ଼୍ ଖାଡ଼୍, ଠକ୍ ଠାକ୍ ଶବ୍ଦ ସବୁ ସେ ଶୁଣି ପାରନ୍ତି। ମି: ପାତ୍ରଙ୍କ କଥା ଭାବି ଆଖିରେ ଲୁହ।